ପାରିକୁଦର ରହସ୍ୟମୟ କାହାଣୀ ସବୁବେଳେ ରୋମାଞ୍ଚକର। ତାକୁ ବୁଝି ବି ବୁଝି ହୁଏନା। ଯିଏ ସବୁ ଜାଣିଛି ବୋଲି ଗର୍ବ କରେ, ସେ ସୃଷ୍ଟିର ନିର୍ଧୁମ ନିର୍ବୋଧଟିଏ! ଟିକିଏ ଚାହିଁବା ପରେ ଅଳ୍ପ ହସି, ଆଖି ଦୁଇଟିକୁ ପୁଣି ତଳକୁ କରିଦେଇ ଯିଏ ସଲ୍ଲଭ ଭାବରେ ସ୍ଥାନୀୟ ପୁଲିଂ ଅଫିସର ଭାବରେ ନିଜକୁ ପ୍ରିଜାଇଡ଼ିଂ ଅଫିସର ଅଶୋକ ପାତ୍ରଙ୍କ ସଙ୍ଗେ ପରିଚୟ କରାଇ ଦେଇଥିଲେ, ତାଙ୍କ ନାଁ ବନ ବନଲତା ଦାସ। ବନଲତା ଦାସ ନୂଆପଡ଼ା ବ୍ଲକ୍ର ଜଣେ ସଚ୍ଚୋଟ ଗ୍ରାମସେବିକା। ଉପକୂଳବର୍ତ୍ତୀ କୌଣସି ଏକ ଜନାକୀର୍ଣ୍ଣ ସହର ଭିତରୁ ଆସି ଜନବିରଳ ପାରିକୁଦକୁ ନିଜର କରି ନେଇଛନ୍ତି। ପାରିକୁଦର ବିକଳାଙ୍ଗ ଇତିହାସକୁ ସେ ନୂଆ ରୂପରେ ଛିଡ଼ା କରିବାକୁ ଚାହାନ୍ତି। ସେଇଥିପାଇଁ ଯେତିକିଟା ସ୍ୱାର୍ଥତ୍ୟାଗ ଦରକାର, ସେସବୁ ସେ କରିଛନ୍ତି। ପାରିକୁଦର ଲୁଣିପାଣି ଆଉ ତାଙ୍କୁ ବ୍ୟସ୍ତ କରୁନି କି ଅଶିକ୍ଷିତ ପ୍ରଜାର ଅବୋଧ୍ୟ ପ୍ରଶ୍ନ ବିଚଳିତ କରୁନାହିଁ। ସେ ପାରିକୁଦ ଭୂଇଁର ସାଧନାରତ ତପସ୍ୱିନୀ। ବନଲତା ଦାସଙ୍କର ବେଶ ପୋଷାକ ଦେଖିଲେ ଯେ କେହି କହିବ, ସେ ପାରିକୁଦ ଦେଶର ଝିଅ! ଅତି ସାଧାରଣ ସାଜସଜ୍ଜା। ଅଳଙ୍କାରର ଅଯଥା ଆଡ଼ମ୍ବର ନାହିଁ। ସାଦା ସଫା ଶାଢ଼ି ଖଣ୍ଡେ, ହାତରେ ଦି'ପଟ ସୁନାକାଚ ଫିକା–ସବୁଜ ରଙ୍ଗର ବ୍ଳାଉଶ ଏହାହିଁ ତାଙ୍କର ଅଭ୍ୟାସଗତ ପରିପାଟୀ। କିନ୍ତୁ ଚାଲି ଖଣ୍ଡକରେ ଚିଲିକା ହଂସୀର ମାଦକତା ଅଛି। ଆଖିରେ ଅଛି ବାଲି ହରିଣୀର ବ୍ରଗ୍ୟତା। କଥା ଭାଷାରେ ବୀଣାର ଝଙ୍କାର ଝଙ୍କୃତ ହୁଏ। ସେ ଯଦି ନିମିଷକ ପାଇଁ ହସନ୍ତି, ଲକ୍ଷେ ମଲ୍ଲୀଫୁଲ ବୁଣି ହୋଇଯାଏ। ତାଙ୍କ ଦେହରୁ ଯେଉଁ ସୁଗନ୍ଧ ଝଟେ, ସେ ଗନ୍ଧଟା ତରୁଣୀ କନ୍ୟାର ଏକାନ୍ତ ବ୍ୟକ୍ତିଗତ। ନାରୀ ପୁରୁଷ ଆଖିରେ ସବୁଦିନ ପ୍ରହେଳିକା ସାଜିଛି। ତା' ହସରୁ ପୁରୁଷ ଜାତିଟା ଭିନ୍ନ ଅର୍ଥ ଖୋଜେ। ତା' ଚାହାଣୀରୁ ଆଉ ଗୋଟିଏ ଅଲଗା କଥା ବାହାର କରେ। ଏହି କଥାଟା ବି ପୁରୁଷ ଜାତିର ଏକାନ୍ତ ନିଜସ୍ୱ। ପୁରୁଷ ଓ ସ୍ତ୍ରୀ ହିଁ ଏ ପୃଥିବୀର ପ୍ରାଣ କେନ୍ଦ୍ର। ସେମାନେ ପରସ୍ପରକୁ ନିଜ ନିଜ ଭିତରେ ହଜାଇ ଦେଇ ପୁଣି ଖୋଜି ହୁଅନ୍ତି। ସବୁ ଜାଣି ସାରିଲା ପରେ ବି ନ ଜାଣିବାର ଛଳନା କରନ୍ତି। ଏହାହିଁ ପୁରୁଷ ସ୍ତ୍ରୀର ଇତିକଥା! ଏ ସୃଷ୍ଟିର ପ୍ରଚ୍ଛନ୍ନ ରହସ୍ୟ କଥା। ଅଶୋକପାତ୍ର ବନଲତା ଦାସଙ୍କୁ ଆସନ ଦେଖାଇ ବସିବାବୁ ଅନୁରୋଧ କଲେ। ବନଲତା ଓ ଅଶୋକ ନିଜ ଅଜାଣତରେ ସଙ୍କୋଚ ପ୍ରକାଶ କରୁଛନ୍ତି। ବନଲତା ଦାସ ନ ହୋଇ ଯଦି ଡ୍ୟୁଟିରେ ଥିବା ମହାପାତ୍ର ବାବୁ କି ମିଶ୍ରବାବୁ ପାଖରେ ବସିଥାନ୍ତେ, ଅଶୋକ ପାତ୍ର କଣ ଏତେ ନୀରବ ହୋଇ ପାରିଥାନ୍ତେ? ଏଇନେ ସହରର କେଉଁ ଅବହେଳିତ ଉପକଥାର ଆଲୋଚନା ପଡ଼ି ସାରିଥାନ୍ତା। ମନ୍ତବ୍ୟ ଭିତରେ ଐକ୍ୟ ନଥିଲେ ଯୁକ୍ତିତର୍କର ଝରଣା ବୋହୁଥାନ୍ତା। କିନ୍ତୁ ଅପରିଚିତା ଆଗରେ କି ଏତେଟା ଖୋଲାଖୋଲି ଆଲୋଚନା ଶୋଭନୀୟ? ଟିକିଏ ବାକ୍ସଂଯମ ଦରକାର। କିଛି ନହେଲେ ବି ଦେଖାଇ ଦେବାକୁ ହେବ ଯେ, କଥାରେ ଓଜନ ଅଛି। ଅନ୍ୟାନ୍ୟ ମାନଙ୍କପରି ପ୍ରଗଳ୍ଭହେବାର ତାଲିମ ମିଳିନାହିଁ। ଆଉ ବନଲତା ଦାସ? ନିର୍ବାଚନ ଡ୍ୟୁଟିରେ ଆସିବା ପୂର୍ବରୁ କେଉଁ ଆଶଙ୍କା କରୁଥିଲେ; ସେ ସବୁ ଅମୂଳକ ବୋଲି ସ୍ଥିର ସିଦ୍ଧାନ୍ତରେ ପହୁଞ୍ଚିଗଲେଣି। ପୁରୁଷ ଜାତିଟା ଯେଉଁ ପଦବୀ କି ଆସନରେ ଥାଉନା କାହିଁକି, ସ୍ତ୍ରୀ ଆଗରେ ସବୁବେଳେ ବାଧ୍ୟ ଆଉ ସଂଯମ। କିନ୍ତୁ ତଥାପି କାହିଁକି ତ ବିନା କାରଣରେ ହସିବାକୁ ଇଚ୍ଛା ହେଉନାହିଁ। ବିନା ଉଦ୍ଦେଶ୍ୟରେ କୌଣସି ପ୍ରଶ୍ନ ପଚାରିବାକୁ ବି ସଙ୍କୋଜ ଲାଗୁଛି। ଅଥଚ ଏଇନେ ସହକର୍ମୀ 'କମଳିନୀ' ଥିଲେ ଏସବୁ ଅସୁବିଧା କିଛି ନଥାନ୍ତା। ଯେ କୌଣସି ପୁରୁଷକୁ ନିଜର ଶରବ୍ୟ କରି ତା' ବିରୁଦ୍ଧରେ ଇଚ୍ଛା ମୁତାବକ ମନ୍ତବ୍ୟ ଦିଆଯାଇ ପାରନ୍ତା। ଦୁଇଟି ଅପରିଚିତା ତରୁଣ ତରୁଣୀ ବାକ୍ରୁଦ୍ଧ ହୋଇ ବସିଛନ୍ତି। ବନଲତାର ଓଠ ଦି'ଟାକୁ ଅଶେ କର ପ୍ରଶ୍ନିଳ ଆଖି ସିଲାଇ କରିଦେଲା, ଆଉ ଅଶୋକର ରସୋଚ୍ଛଳ ଜିହ୍ୱାକୁ ବନଲତାର ଉପସ୍ଥିତିଟା ଜବଦ କରିଦେଲା। ମହାପାତ୍ର ବାବୁଙ୍କର। ଅସମୟରେ ଗୁଡ଼ାଖୁ ଘସିବାର ଅଭ୍ୟାସ ଅଛି ବୋଧହୁଏ। ବାହାର ବାରଣ୍ଡାରେ ଗୁଡ଼ାଖୁ ଘସି ଘର ଭିତରକୁ ପାଣି ଆଣିବାକୁ ଆସିଲାବେଳେ ବନଲତା ଦାସଙ୍କୁ ଦେଖି ବିସ୍ମିତ ହେଲେ। ତାପରେ ପ୍ରଥମ ସହକର୍ମୀ ମିଶ୍ରବାବୁଙ୍କୁ ଡାକିଆଣି ଚୁପ୍ଚାପ୍ ଇସାରା ଦେଲେ। ନିର୍ବାଚନର ଚାରୋଟି କର୍ମକର୍ତ୍ତାଙ୍କର କୌତୁହଳ ପୂର୍ଣ୍ଣ ସମାବେଶ। ଅଶୋକ ପାତ୍ର ପାର୍ଟିର ପ୍ରିଜାଇଡ଼ିଂ ଅଫିସର।